ଏଣୁ ବିଶ୍ୱାସକରି ହେଉନି। ମନରୁ ଅନେକ ଅବଶୋଷ ମେଣ୍ଟିଯାଆନ୍ତା। ଏଇ ଦେଖୁନା, ଏବେ ମୁଁ କିମିତି ରାତି ଉଜାଗର ରହି ପ୍ରିୟା ପାଇଁ କେବଳ ଲୁହ ଝରେଇ ଚାଲିଛି। ଆଜି ରେଡ଼ିଓ କହୁଥିଲା–ବ୍ରାହ୍ମଣୀ ନଦୀ ଜେନାପୁରଠାରେ ବିପଦ ସଂକେତ ଟପିବାକୁ ବସିଲାଣି। ମହାନଦୀ ଯୋବ୍ରାଠାରେ ବିପଦ ସଂକେତ ଟପିଗଲାଣି। ଏ ସବୁ ମୋ' ଆଖିର ଦୁଇ ଉପନଦୀରୁ ପ୍ରବାହିତ ଜଳସ୍ରୋତ। ଆଉ ତମ ଭଳି ରସିକ ନାଗର ଶିରୋମଣୀଙ୍କୁ ଦେଖିଦେଲେ ଆଖିର ଲୁହକୁ ଚାପିରଖି ଯେଉଁ ଶୁଖିଲା ହସ ହସୁଛି ସେଥିପାଇଁ ଗଞ୍ଜାମ, କୋରାପୁଟ, କଳାହାଣ୍ଡିରେ ଅନାବୃଷ୍ଟି, ମରୁଡ଼ି। ଜୀବାତ୍ମା ପରା ପରାମାତ୍ମାର ଅଂଶ ବିଶେଷ। ଏଣୁ ମୁଁ ମଧ୍ୟ ତମର ଅଂଶ ନେଇ ଜନ୍ମ ନେଇଛି। ଏଣୁ ମୁଁ ଯେଉଁ ମନ ନେଇ ଜନ୍ମ ନେଇଛି ସେ ମନ ବଡ଼ ତମର ନୁହେଁ ଭଗବାନ? ଏଣୁ ଏ ମନ ଯେତେବେଳେ ପ୍ରେମପାଇଁ ପାଗଳ ହୋଇ ବୁଲେ, ପ୍ରେମ ନିବେଦନ କରି ବୁଲେ ସେ କ'ଣ ପାପ ଭଗବାନ? ଯଦି ସତ୍ସାହସ ଅଛି କୁହ–ଏ କ'ଣ ପାପ? କିନ୍ତୁ ଦେଖ, ମୋ' ପ୍ରଶ୍ନର ଉତ୍ତର ଦେଲାବେଳେ ତମ ଦ୍ୱାପର ଯୁଗକୁ ଆଖି ଆଗରେ ରଖି ଯାହା ଉତ୍ତର ଦେବ। ଯଦି ପୂର୍ବାପର ସଂଗତ ନ ରଖ ତା'ହେଲେ ତମକୁ ଗୋଲ୍ ଆଳୁଦେଇ ଖାତା ସ୍କାର୍ଚ୍ କରିଦେବି; ଆଉ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିବ–ଭଗବାନ ଶୋଚନୀୟ ଭାବେ ଫେଲ୍ ମାରିଗଲେ। ହେ ଭଗବାନ୍! ବନ୍ଧୁ ମୋର, ଗୁରୁ ମୋର! ଆଜି ପାଞ୍ଚଟାବେଳେ ତମେ ତମ କାର୍ ନେଇ ଆସନ୍ତନି। ଗଣେଶବାବୁ ଏଥର ତାଙ୍କ ପୂଜାରେ ଘୋଡ଼ାରେ ଆସିଲେ। ତମେ କ'ଣ ଜାଣିନା? ଶିବ–ପାର୍ବତୀ ବି ଥରେ ସ୍କୁଟର ଚଢ଼ି ଆସିଥିଲେ ଏଇ ଭୁବନେଶ୍ୱରକୁ। ଗଣେଶ ମୂଷା ଛାଡ଼ି ଘୋଡ଼ା ଚଢ଼ିଲେ। ଶିବ ବାସୁଆବଳଦ ଛାଡ଼ି ସ୍କୁଟର ଧରିଲେ। ତମେ ଏବେ ଉଡ଼ାଜାହାଜ କି କାର୍ରେ ଆସିଲେ କ୍ଷତି କ'ଣ? ତମେ ଆସିଲେ ସାଙ୍ଗହୋଇ ଟିକେ ପାର୍କଆଡ଼େ ଯାଆନ୍ତେ। ମୁଁ ତମକୁ ଗାଇଡ଼୍ କରନ୍ତି। ଅନେକ ଗୋଲାପର ଉଦ୍ୟାନ ସେଠାରେ। ଅନେକ ମଧୁପଙ୍କ ଭିଡ଼। ମୋର କିନ୍ତୁ ଇଚ୍ଛା, କଣ୍ଟାଇ ଯନ୍ତ୍ରଣା ସହ ଗୋଲାପ ତୋଳିବାକୁ। କିନ୍ତୁ ଶୁଣୁଛି ଗୋଲାପ ସବୁ ନା ବେଳେବଳେ ହାତକୁ ଚାଲିଆସନ୍ତି। କ'ଣ କରିବ କୁହ? କାହା ଓଠରେ ହସ ଦେଇ କାହା ଆଖିରେ ଲୁହ ଦେବି? ହେ ମୋର ପ୍ରେମର ଅସଂଖ୍ୟ ଡିପ୍ଳୋମାଧାରୀ ବେକାର ଭଗବାନ୍! ତମେ ଏଠାରେ କୁହ ମୋର ଭୁଲ୍ ରହିଲା କେଉଁଠି? ପାପ ହେଲା କ'ଣ? ମୁଁ ମଣିଷ ବୋଲି ତମେ କହିବ ଏ ମୋର ପାପ। କିନ୍ତୁ ପାପର ଡେଫିନେସନ୍ ଜାଣିଛ-? ଏଁ ଚୁପ୍ ରହିଲ ଯେ? ଓଃ ଜାଣିନ ପରା! ଶୁଣ ତା'ହେଲେ ପାପର ଡେଫିନେସନ–ଚାଉଳରେ ଗୋଡ଼ି ମିଶାଇବା ପାପ, ତେଲରେ ଅଗରାତେଲ ମିଶାଇବା ପାପ, ଅଟାରେ ଚୋକଡ଼ ମିଶାଇବା ପାପ, ଡାଲିରେ ବାଲି, ଗୋଡ଼ି ମିଶାଇବା ପାପ, ଲୋକମାନଙ୍କ ଜୀବନ ସହ ଖେଳ ଖେଳିବା ପାପ, ଆଉ ପାପ ତମଭଳି ଯେଉଁ କେତେଜଣ ପରଧନକୁ ଲୁଣ୍ଠନ କରି କଳାବଜାରୀ, ଟାଉଟରୀ, ଦଳବଦଳ, ମନ ବଦଳ କରି ସୁଦୃଶ୍ୟ ଅଟ୍ଟାଳିକା କରି ବୈକୁଣ୍ଠପୁରୀରେ ରହୁଛନ୍ତି। ମିଛ କହିଲି ଭଗବାନ? ତମେ ତମ ସ୍ତ୍ରୀ କି ପ୍ରେମିକା ମୁଣ୍ତରେ ହାତଦେଇ କହିପାରିବ ମୁଁ ମିଛ କହିଲି ବୋଲି? ପାରିବନି। ମୁଁ ଜାଣେ ତମେ ଗୁଡ଼ିଏ ମୁହଁଭୁରୁଡ଼ି ମାରିବ। ତମ ଯୁଗରେ ପରା ମୁହଁ ଭୁରୁଡ଼ିମାରି ଅନେକ ଲୋକ ରାତାରାତି ବଡ଼ଲୋକ ହୋଇଯାଉଛନ୍ତି! ତମେ ପରା କୁହ ଭଗବାନ–ତମକୁ ଯିଏ ଡାକେ ତମେ ତା' ପାଖରେ ପହଞ୍ଚି ଯାଅ। ତା'ହେଲେ ଆସନା ଆମଆଡ଼େ, ଦେଖିବ–ମୁଁ ମଧ୍ୟ ତମପରି ଯିଏ ଯେତେବେଳେ ଯେଉଁଠିକୁ ଡାକୁଛି ତା' ପାଖରେ ପହଞ୍ଚିଯାଉଛି। ଏ ଅବୁଝା ଲୋକଗୁଡ଼ାକ କହୁଛନ୍ତି ପାପ। ତା'ହେଲେ ତମେ ଦ୍ଵାପର ଯୁଗଟାରେ କ'ଣ ଖାଲି ପାପକରି ଯାଇଥିଲ? ହେଲା ତମେ ଯଦି ସେ ଯୁଗରେ ଏତେ ପାପକରି ମୁଣ୍ତଟେକି ଚାଲିପାରିଲ, ତା'ହେଲେ ମୁଁ କାହିଁକି ନପାରିବ? ମୁଁ ପରା ତମପରି ଅନ୍ତର୍ଯ୍ୟାମୀ। ତମେ ଆଉ ମୁଁ–ଦ୍ୱାପର ଆଉ କଳି–ପରମାତ୍ମା ଆଉ ଆତ୍ମା–ସବୁଠିଁ ସମାନ। କେବଳ ଗୋଟିଏ ସତ୍ୟ ହେଉଛି ସମୟ। ସେ ତମକୁ ମୋତେ ଓ ସାରା ସଂସାରକୁ ଉଠ୍ପଡ଼ କରୁଛି ଓ କରୁଥିବ ଯେ ଯେମିତି ଯେଉଁଠାରେ। ଯେଉଁ ସ୍ଥାନରେ ଥାଉ ପଛେ। ପତାକା ଉତ୍ତୋଳନ ଆମ ଦେଶ ସ୍ଵାଧୀନ ହେବା ଆଜକୁ ଚଉତ୍ରିଶ ବର୍ଷ ହୋଇଗଲା।